ସେଥିରେ ସେମାନଙ୍କର ପ୍ରଚ୍ଛନ୍ନଭାବେ ସ୍ୱାର୍ଥ ଜଡ଼ିତଥିଲା। ସେମାନେ ନେତା ହିସାବରେ ଅଥବା କବିରୂପେ ନାଁ କରିବାକୁ ମନ ବଳାଇଥିଲେ। ନିରୋଳା ସମୟରେ ଫଟା ଆଇନାରେ ନିଜ ମୁହଁକୁ ଦେଖି ସେ କେତେ ନହସିଛି। ନିଜକୁ କେତେ ଧିକ୍କାର ନକରିଛି। ସେ ଏକ ଯୁଗ-ପ୍ରବର୍ତ୍ତକ! ଭୁଲରେ ଯେମିତି କେହି ନକୁହନ୍ତୁ—ସେଥିପାଇଁ ସେ ଯତ୍ପରୋନାସ୍ତି ଚେଷ୍ଟା କରିଛି। ଇଚ୍ଛାକୃତ ଭାବେ ନିଜର ଗତିପଥକୁ ନିୟନ୍ତ୍ରିତ କରିଛି। ରାଜନୀତିକ ହଟ ଚମକ ଭିତରେ ଗୋଟିଏ ଦଳ ଅନ୍ୟ ଦଳ ଉପରକୁ କାଦୁଅ ଫୋପାଡ଼ିବାରେ ବ୍ୟସ୍ତ ଥିଲାବେଳେ, ନିଜର ଲକ୍ଷେ ଦୋଷ ଦୁର୍ବଳତାକୁ ଲୁଚେଇ ଦେଇ ଅନ୍ୟର ଭୁଲ ବାଛି ବସିଲାବେଳେ, ନିଜ ଯଶକୀର୍ତ୍ତିର ପ୍ରଚାରପତ୍ର ବାଣ୍ଟିଲା ବେଳେ ଲୋକଟି ମନକୁ ମନ କେତେ ହସେ। ମଣିଷ ମାଂସ ଲୋଭରେ ଚିତାଚଇତନ। କାଟି ଲୋଟା କମଣ୍ତଳୁ ଧରି ଗେରୁଆ ବସ୍ତ୍ର ପିନ୍ଧି, ବୈରାଗୀ ସାଜିଥିବା ବୃଦ୍ଧ ବ୍ୟାଘ୍ରଟି କଥା ତା'ର ମନେପଡ଼େ। କଙ୍କଣଲୋଭୀ ସେଇ ନିର୍ବୋଧ ପଥଚାରୀର ଦୃଶ୍ୟ ତା' ଆଖି ସାମନାରେ ଭାସିଯାଏ। ଲୁହରେ ଆଖି ତା'ର ଭର୍ତ୍ତି ହୋଇଥାଏ। ଛଳନାର ନାଇଲନ୍ ଜାଲ ଭିତରେ କି ଅସହାୟ ଭାବେ ବାନ୍ଧି ହୋଇ ପଡ଼ିଛି ନିର୍ବୋଧ ମଣିଷ ଶିଶୁଟି। କୁଆଡ଼େ ରାସ୍ତା କିଛି ସ୍ପଷ୍ଟ ବାରି ହେଉନାହିଁ। ହଜାର ହଜାର ବର୍ଷର ପ୍ରଚଳିତ ମାନବିକ ମୂଲ୍ୟବୋଧର ମୂଳଦୁଆ ତା' ସାମନାରେ ଭୁଷୁଡ଼ି ପଡ଼ୁଛି। ପ୍ରୀତି-ମୈତ୍ରୀ, ଶ୍ରଦ୍ଧା, ସହାନୁଭୂତି–ସବୁ ଗୋଟାଏ ଗୋଟାଏ ଅର୍ଥହୀନ ଶବ୍ଦ। ଅର୍ଥ ନବୁଝି ସେଗୁଡ଼ିକର ପ୍ରୟୋଗ କରିବାରେ ଆମେ ଯେତିକି ତତ୍ପର, ମର୍ମ ନବୁଝି ସେ ସବୁର ବ୍ୟାଖ୍ୟା କରିବାରେ ସେତିକି ଧୁରନ୍ଧର ଆମେ। ସମାଜର ଯେଉଁ ବିନ୍ଦୁରେ ଲୋକଟିର ସ୍ଥିତି, ସେଇଠୁ ଦୃଷ୍ଟି ନିକ୍ଷେପ କଲେ ଘନ-ତମସା ଭିତରେ ଚଳପ୍ରଚଳ ହେଉଥିବା 'ସତ୍ୟ'ଟିର ଅସଲ ମୁଖା ଆପେ ଆପେ ତା' ଆଗେ ଖୋଲିଯାଏ। ନୈତିକତାହୀନ ମଣିଷର ଅଧୋଗତି ପାଇ ସେ ତା' ଇଷ୍ଟଙ୍କୁ ପ୍ରାର୍ଥନା କରେ। ପ୍ରତ୍ୟେକଟି କଥାକୁ ବିଶ୍ଳେଷଣ କଲାବେଳେ ତା' ବୁଢ଼ୀମା କଥା ତା'ର ମନେ ପଡ଼ିଯାଏ। ଯେ ତାକୁ ପିଲା ଦିନରୁ ନିଜ ହାତରେ ଗଢ଼ିଛି। ତା' ମନରେ ଗୁଡ଼ାଏ 'ମୂଲ୍ୟବୋଧ'ର ବୀଜ ବପନ କରି ଦେଇଛି ତା' ଅଜାଣତରେ। ଆଜି ଆଉ ତା' ପାଖେ ତା'ର ସେଇ ଅତିକ୍ରାନ୍ତ ବୟସର ବୁଢ଼ୀଟି ନାଇଁ। ତା' ନୁଖୁରା ମୁହଁକୁ ଦେଖି ଯିଏ ଲୁଗା କାନିରେ ପୋଛିଦେଇ କହିବ, ''ଛି ମୋ ବାୟାଟା ପରା! ସାହସ ଧର। ଦୁର୍ବଳତା ମଣିଷ ପକ୍ଷେ ଶୋଭା ପାଏନି। ସବୁ କଥାକୁ ମୁହାଁମୁହିଁ ମୁକାବିଲା କର ଦେଖିବୁ, ନିଜର ଆତ୍ମବିଶ୍ୱାସ ବଢ଼ିବା ସଙ୍ଗେ ସଙ୍ଗେ ସମସ୍ୟାଗୁଡ଼ିକର ସମାଧାନ ବି ହୋଇଯିବ। '' ବୁଢ଼ୀମା କଥା ମନେ ପଡ଼ିଗଲେ ଲୋକଟି ମନରେ ଶତସିଂହର ବଳ ଆସେ। ଠିକ୍ ଯେମିତି ମଞ୍ଚ ଉପରେ ସଂଳାପ ଭୁଲିଯାଉଥିବା ନାୟକଟି ସ୍ମାରକର ସ୍ୱର ଶୁଣିପାରି ପ୍ରଫୁଲ୍ଲ ହଠାତ୍ ଦିଶିଯାଏ। ସେ ସେତେବେଳେ ସାତ ବର୍ଷର ଶିଶୁ, ମା ତା'ର ବର୍ଷା ରାତିରେ ତାକୁ କୋଳରେ ପୂରାଇ ଗପ କହୁଥିଲା। ଗପତ ନୁହେଁ ଗୁଡ଼ାଏ ଛନ୍ଦହୀନ ବେସୁରା ସଂଳାପ। ଶବ୍ଦଗୁଡ଼ା ଏଣୁତେଣୁ ଆସି ଯୋଡ଼ିହୋଇ ଯାଇଛି ଯେମିତି। ମଣିଷକୁ ସେ ବୁଢ଼ୀଟି କେମିତି ଚିହ୍ନିଥିଲା କେଜାଣି ସବୁବେଳେ ଗୁଣୁଗୁଣୁ ହୋଇ କହୁଥିଲା, ମଣିଷକୁ ପ୍ରେମ ଦେଇ ନିଜର କରିବୁ। ସୁଖ ଦୁଃଖରେ ତା' ସାଥୀ ହେବୁ ପ୍ରତିଦାନର ଆଶା ରଖିବୁନି। ରଖିଲେହିଁ ବିପଦ। ଦୁଃଖ ମାଡ଼ି ଆସିବ। ନିଜ ଉପରେ ପ୍ରଚୁର ବିଶ୍ୱାସ ରଖିବୁ। ସବୁ ଠିକ୍ ହୋଇଯିବ। ବେଦର ଗାରପରି ଲୋକଟି ତା' ବୁଢ଼ୀମା କଥାକୁ ମାନିଛି। ଜୀବନକୁ ନିଜର ନିଜ ହାତରେ ଭାଙ୍ଗିରୁଜି ପୁଣି ଗଢ଼ି ତୋଳୁଛି। ଧର୍ମଶାସ୍ତ୍ରର ପୃଷ୍ଠା ଲେଉଟାଇ ଲୋକଟି ଦେଖିଛି। ସେଇ ଗୋଟାଏ କଥା। ସତେ ଯେମିତି ତା' ବୁଢ଼ୀମା ମୁହଁର କଥାକୁ ଅବିକଳ କିଏ ଟିପି ଦେଇଛି। ''ମତେ ଅସତ୍ରୁ ସତ୍କୁ ନିଅ। ଅନ୍ଧାରରୁ ଆଲୋକକୁ ନିଅ। ମୃତ୍ୟୁରୁ ଅମୃତକୁ ନିଅ। '' କି ବିକଳ ଏ ପ୍ରାର୍ଥନା! କେତେ ମଧୁର ଏ ଶ୍ରୁତିସଙ୍ଗୀତ! କି ଅପୂରନ୍ତ ପ୍ରାଣୋଚ୍ଛ୍ୱାସ ଏ ଶବ୍ଦଗୁଡ଼ିକ ଭିତରେ। ସ୍ୱପ୍ନସବୁ ପାଣିର ଫୋଟକାପରି ମିଳେଇ ଯାଉଛି। ବାଦଲପରି ଉଡ଼ି ଯାଉଛି। ଚେଷ୍ଟା କରିବି ଆମେ ତାକୁ ଧରିରଖି ପାରୁନୁ। ଫେର୍ ସେଇ ରୂପକଥାର କାହାଣୀ ମନେ ପଡ଼ୁଛି। ଯିଏ ଆମକୁ ନିଦରୁ ଉଠାଇ କାନ ପାଖେ ଚୁପ୍ଚାପ୍ କହିଥିଲା, ''ସବୁ କଥାକୁ ଶାନ୍ତଶିଷ୍ଟ ପିଲାପରି ମାନି ନିଅନି। ଖୋଳି ତାଡ଼ି ପ୍ରଶ୍ନକର।